"ବିଶ୍ଵାସ କର, ସେମାନଙ୍କ କଥା ମୁଁ କିଛି ଶୁଣିନି, ମୁଁ ତମକୁ କେବେ ଅବିଶ୍ଵାସ କରୁନି। ସେମାନଙ୍କ କଥା ମୁଁ ଶୁଣିବି କାହିଁକି? ମୋ'ଠାରୁ କ'ଣ ବେଶି ଜାଣନ୍ତି ସେମାନେ ତମକୁ? ତଥାପି ତଥାପି ଏଇଠି ଛାତିରେ ମୋ' କଣ୍ଟା ଲାଗିଯାଇଚି, କାଢ଼ି ହଉନି। ତମ ଜ୍ଵାଳାଠୁ ମୋ' ଜ୍ଵାଳା ଯେ ଅଧିକ, ଅତ୍ୟଧିକ।" "ସେଦିନ ତମ ଭାଇ ଓ ସାଙ୍ଗ କେତେ ଜଣ ଆସିଥିଲେ, ତମ କଥା କେତେ ଟିକି ନିଖି ପଚାରିଲେ ମତେ। ତମେ ସରକାରୀ ଟଙ୍କା ଆତ୍ମସାତ କରିଥିଲ କି ନାହିଁ, ଅଫିସ କାର୍ଯ୍ୟରେ କୌଣସି ଅସଂଗତି ସୃଷ୍ଟି କରିଥିଲ କି ନାହିଁ। ପଚାରି ପଚାରି ବ୍ୟସ୍ତ କରିଦେଲେ ମତେ। ସେ ଦୃଢ଼ଭାବେ କହିଲେ, କିଛି ରହସ୍ୟ ନିଶ୍ଚୟ ଅଛି।" "ସେଥିରେ ଜୋର ଦେଲା, ମୋ ଭଉଣୀ ମନିକା। ସେ କ'ଣ କହିଲା ଜାଣ? ସେ କହିଲା, 'ଅପା, ଭାଇ ତତେ ନିଃସ୍ଵାର୍ଥ ଭାବରେ ଏତେ ଭଲପାଉଥିଲେ କାହିଁକି? ତତେ ଏତେ ସୁଖୀ କରିବାକୁ କହୁଥିଲେ କାହିଁକି? ହୁଏ ତ ତା' ପଛରେ ତାଙ୍କର ଏକ ମସ୍ତ ବଡ଼ ଦୁର୍ବଳତା ଥିଲା।' ଓଃ କ'ଣ କହିବି ସେ କଥା ସେ କହିଲା ମଣିଷର ମନ କଥା। କେତେ ଚମତ୍କାର ମନ ବିଶ୍ଳେଷଣ କରିଦେଲା। ରାଗ ଲାଗିଲା ମତେ, ତମେ ନାହିଁ ବୋଲି ତୁମକୁ ଅପମାନ ଦବ ସେ? ପୁଣି ହସ ମାଡ଼ିଲା କାନ୍ଦ ବି ତା' ଠାରୁ ଅଧିକ। ବାର ବର୍ଷ ମୁଁ ତମ ସାଙ୍ଗେ ଏକାଠି ଚଳିଚି, ମୁଁ ତୁମକୁ ଜାଣି ନି? ସେ ପୁଣି କହିବ ତୁମକୁ" "ହୁଁ, ଏଡ଼େ ସତୀ ସେ? ତୁମେ ବିଶ୍ୱାସ କର, ତୁମକୁ କେତେ ବିଶ୍ୱାସ କରୁଚି ମୁଁ ଆଜି। କିଛି କଥା କାହାରି ଶୁଣୁନି। ତମେ କେତେ ଭଲ, କେତେ ମହତ୍, କେଡ଼େ ଉଦାର! ତମର ବର୍ତ୍ତମାନରେ କେତେ ବୁଝୁଚି ମୁଁ। ବେଳେ ବେଳେ ତମର ହୁଣ୍ଡାପଣ ଯୋଗୁଁ କେତେ ଚିଡ଼େ ମୁଁ। ରାଣ ଅଛି, ଆଜି କିଛି ମୁଁ ଚିଡ଼ୁନି। ଆଜି ସବୁ ତମର ମତେ ବତେ ଭଲଲାଗୁଚି। ମୁଁ ଏଇ ଭଲ ଲାଗିବା ଭିତରେ ସାରା ଜୀବନ ବିତାଇ ଦେବି।" "ତଥାପି ତଥାପି ଏଇଠି କ'ଣ ଛାତିରେ ଅଟକି ଅଟକି ଯାଇଚି। ଭୀଷଣ କଷ୍ଟ, ତମେ ରକ୍ଷାକର ମତେ। ଏ କଷ୍ଟ ଆଉ ସହି ପାରିବି ନାଇଁ। ଏ ଧୂଳି ତମେ ପରିଷ୍କାର କରିଦିଅ।" ନିହାରିକା ସେମିତି ସୁଦର୍ଶନକୁ ଚାହିଁଥିଲା। ତାକୁ ଜଣାଗଲା, ତା' ଆଖିର ପଲକ ପଡ଼ୁଚି ଉଠୁଚି। ସେ ବାରମ୍ବାର ତାକୁ ମିଟି ମିଟି କରି ଚାହୁଁଚି। ସେ କ'ଣ ଅଳ୍ପ ଅଳ୍ପ ହସୁଚି? କହୁଚି କି ସେ କିଛି? ଏଁ, ହଁ, କିଛି ସେ କହୁଚି। ଖୁବ୍ ଅସ୍ପଷ ଅସ୍ପଷ୍ଟ ଭାବେ। କ'ଣ ସେ କହୁଚି? ହଠାତ୍ କେମିତି ଚମକି ପଡ଼ିଲା ନିହାରିକା। ହଠାତ୍ କେହି ଯେମିତି ଆସି ତା' ମନକୁ ଧରି ଧକ୍କା ଦେଇ ଦୋହଲାଇ ଦେଇଗଲା। ତାକୁ ଜଣାଗଲା କି ଏକ ଆବେଗରେ ସେ ଥର ଥର ହେଉଚି। ସେ ସୁଦର୍ଶନ ଫଟୋକୁ ପୁଣି ଚାହିଁଲା। ପୁଣି ସେହି ଅଳ୍ପ ହସ, ଅସ୍ପଷ୍ଟ କଥା। ଓଃ ନିହାରିକା ଫଟୋଟିକୁ ଆଣି କାନ୍ଥରେ ଝୁଲାଇ ଦେଲା। ଆସ୍ତେ ଆସ୍ତେ ଘୁଞ୍ଚିଆସିଲା ଦୂରକୁ। "ଏମିତି ଚାହୁଁଚି କାହିଁକି? ଏ ତ ମୁହୂର୍ତ୍ତକ ତଳର ଚାହାଣୀ ନୁହେଁ। ନାଁ, ଏମିତି ନିରେଖିଲା ଭଙ୍ଗୀରେ ଚାହାଁ ନା, ଏମିତି ବଙ୍କା କଥା କୁହନା, ସ୍ପଷ୍ଟ କୁହ, ସ୍ପଷ୍ଟ ଚାହଁ ମତେ। କହ, ମତେ ସନ୍ଦେହ କରିଚ? ମୋର ଅତୀତ ତମର ପ୍ରଶ୍ନବାଚୀ ହୋଇଚି? କୁହ ଠିକ୍ ନୁହେଁ, ଠିକ୍ ନୁହେଁ ଏ କଥା? ତେବେ ଏତେ ଛଳନା କଲେ କାହିଁକି? କାହିଁକି ଏତେ ବଡ଼ କଥାକୁ ମନରେ ଚପାଇ ରଖିଦେଲ? କାହିଁକି ପଚାରିଲ ନାହିଁ ମତେ କିଛି? କାହିଁକି ତମେ କହିଲ ନାହିଁ ଯେ, 'ନିହାର, ତମେ କୁହ'।""ନାଁ, ତମେ ପ୍ରତିଶୋଧ ନେଇଚ, ତମେ ଠିକ୍ ଦଣ୍ଡ ଦେଇ ଜାଣିଚ। ବିଚାର ବିଭାଗୀୟ ସୁଦକ୍ଷ ମାଜିଷ୍ଟ୍ରେଟ ତମେ ନା, ତମର ସ୍ତ୍ରୀ ହୋଇ ତମଠୁ କେମିତି ଅନ୍ୟାୟ ବିଚାର ଆଶା କରନ୍ତି? ତମେ ମତେ ଠିକ୍ ଦଣ୍ଡ ଦେଇଚ, ନିଜକୁ ମାରି ମୋ' ଉପରେ ତମେ ଠିକ୍ ପ୍ରତିଶୋଧ ନେଇଚ। ତଥାପି ଅବୁଝା ମନ ଅସ୍ଥିର ହେଉଚି, ତମେ ଥରେ ମତେ କିଛି କହିଲ ନି କାହିଁକି?"